'କ'ଣ କିଛି କ୍ଲୁ ମିଳିଲା ମି: ଅ ଶତ୍ରୁଜିତ! ' 'ଆପଣମାନଙ୍କ ପରି ଏ ଘଟଣାରେ ମୋର ହାତଗୋଡ଼ ମୁକ୍ତ ନୁହେଁ, ସୁବ୍ରତବାବୁ! ସେଇ ପରିସର ଭିତରେ ଯେତିକି କିଛି ଜାଣିବାର କଥା ମୁଁ ସଂଗ୍ରହ କରିନେଇଛି। ' ଗମ୍ଭୀର ଭାବରେ ଶତ୍ରୁଜିତ ଉତ୍ତର ଦେଲେ। 'ଜୟନ୍ତୀ ମହାପାତ୍ରକୁ ବିଶ୍ୱାସ କରିବା ଆପଣଙ୍କ ପକ୍ଷରେ ଉଚିତ ହେଲା ନାହିଁ, ଆଜ୍ଞା! ' 'ଉଚିତ କି ଅନୁଚିତ ତାହା ମୁଁ ଦେଖିସାରିଛି। ' ଏତକ କହି ଶତ୍ରୁଜିତ ଦ୍ରୁତବେଗରେ ତଳକୁ ଓହ୍ଲାଇଗଲେ। ତାଙ୍କର ଏଇ ଆଗମନକୁ ଯେମିତି ଅପେକ୍ଷା କରି ରହିଥିଲେ ତନ୍ମୟ। 'ଏଇଟା ସେମାନଙ୍କର ଡ୍ରଇଂ ରୁମ୍। ' ବାମପାର୍ଶ୍ୱରେ ଥିବା ଏକ କୋଠରି ଭିତରେ ପ୍ରବେଶ କରିବା ମାତ୍ରେ ଖଣ୍ଡିଏ କାଗଜ ଦେହରେ ଗୁଡ଼ା ହୋଇଥିବା ହୋଇ ରହିଥିବା ତିନିଖଣ୍ଡ ଚୁରଟର ଅର୍ଦ୍ଧାଂଶ ଦେଖାଇ ତନ୍ମୟ କହିଲେ, 'ଏଇ ଟ୍ରେ ଭିତରୁ ମୁଁ ଏଇ ତିନୋଟି ଆବିଷ୍କାର କରିଛି। ଆଉ ରତନକୁ ପଚାରି ମୁଁ ବୁଝିଛି ଯେ ସେ ସନ୍ଧ୍ୟା ପୂର୍ବରୁ ଆସେଟ୍ ରେ ସଫା କରି ପାଣି ଦେଇଥିଲା। ସନ୍ଧ୍ୟାଠାରୁ ସେ ସିନେମା ଦେଖିଯିବା ପର୍ଯ୍ୟନ୍ତ କୌଣସି ପୁରୁଷ ଲୋକ ଏଠାକୁ ଆସି ନ ଥିଲେ। ମିସେସ୍ ପାତ୍ର କିମ୍ବା ସେ ନିଜେ ଚୁରଟ୍ ଖାଇ ଖାଆନ୍ତି ନାହିଁ। 'କିନ୍ତୁ ଗୋଟେ କଥା ଲକ୍ଷ୍ୟ କରିଛନ୍ତି ଶତ୍ରୁଜିତ ବାବୁ', ତନ୍ମୟ ନିଜର ସତର୍କ ଦୃଷ୍ଟି ଚାରିଆଡ଼ୁ ଫେରାଇ ଆରି ଅନୁଚ୍ଚ କଣ୍ଠରେ କହି ଉଠିଲେ। ଶତ୍ରୁଜିତଙ୍କ ଦୃଷ୍ଟିରେ ପ୍ରଶଂସାର ଲକ୍ଷଣ ଫୁଟି ଉଠିଳା। 'ସୁବ୍ରତ ବାବୁ ଚୁରଟ ଖାଆନ୍ତି। ରତନକୁ ଜେରା କରିବା ଭିତରେ ସେ ଦୁଇଟି ଶେଷ କରିଦେଇଛନ୍ତି। ଆପଣ ଶୁଣିଲେ ଆହୁରି ଆଶ୍ଚର୍ଯ୍ୟ ହେବେ ଯେ ଏଇ ଆସେଟ୍ ଭିତରେ ଥିବା ଚୁରଟ୍ ଆଉ ସେ ଖାଉଥିବା ଚୁରଟ୍ ଗୋଟାଏ ବ୍ରାଣ୍ଡର' ତନ୍ମୟଙ୍କର ମନ୍ତବ୍ୟ ତାଙ୍କ ଉପରେ ଯଥେଷ୍ଟ ପ୍ରଭାବ ପକାଉଥିଲା। ଚୁରଟଗୁଡ଼ିକ ସତର୍କ ଭାବରେ ରଖିବାପାଇଁ ନିର୍ଦ୍ଦେଶ ଦେଇ ଶତ୍ରୁଜିତ କହିଲେ, 'ମୋର ମନେହୁଏ ତମର ଦାୟିତ୍ୱ ତୁମେ ନିର୍ଭୁଲ ଭାବରେ ମେଣ୍ଟାଇଦେଇଛ। ଏଥର ଆମର ମିସ୍ ପାତ୍ରଙ୍କ ସହିତ ସାକ୍ଷାତ ଦରକାର। ' 'ମୋର ମନେ ହୁଏ ରତନ ଗତ କାଲିର ଘଟଣା ବିଷୟରେ ଯଥେଷ୍ଟ କିଛି ଜାଣେ। ଆଉ ମଧ୍ୟ ଏ କଥା ଖୁବ ସମ୍ଭବ ଯେ ମିସେସ୍ ପାତ୍ରଙ୍କ ଅଗୋଚରରେ ସେ ସିନେମା ଦେଖି ଯାଇଚି-। ' 'ସେ କଥା ମଧ୍ୟ ଅସମ୍ଭବ ହେଇ ନ ପାରେ। ରତନ ନିକଟରୁ କିଛି ଶୁଣିବାପାଇଁ ଆମକୁ ଗୋଟିଏ ଦିନ ଆହୁରି ଦରକାର। ' ତା'ପରେ କ'ଣ ଭାବି କହିଲେ, 'ତମେ ଯେ କୋଠରି ଭିତରକୁ ଆସିଥିଲ ଏକଥା ସୁବ୍ରତ ଜାଣେ? ' 'ମୁଁ କିନ୍ତୁ ଏଭଳି ଚତୁରତା ସହିତ ଏ କାମ କରିଥିଲି ଯେ ମୁଁ କ'ଣ କରୁଛି ନ କରୁଛି ସେ ଦିଗରେ ତା'ର ଧ୍ୟାନ ନ ଥିଲା। ଆଉ ମୁଁ ମଧ୍ୟ ଲକ୍ଷ୍ୟ କରିଥିଲି ପୂର୍ବ ଅପେକ୍ଷା ସେ ଯେମିତି ଅଧିକ ପରିମାଣେ ଚିନ୍ତାଗ୍ରସ୍ତ ହେଇପଡ଼ିଥିଲା। ' ତନ୍ମୟ ଏତକ କହି ଶତ୍ରୁଜିତଙ୍କୁ ଲକ୍ଷ୍ୟ କଲେ। 'ତାହା ଆମ ଲକ୍ଷ୍ୟପଥରେ ଏକ ଶୁଭ ଲକ୍ଷଣ। ' 'ତା'ହେଲେ ଏବେ ମି: ପାତ୍ରଙ୍କ ପାଖକୁ ଆମକୁ ଯିବାକୁ ପଡ଼ିବ? ' 'ଏବେ ତମେ ଆଉ ମୁଁ ଉଭୟେ କ୍ଲାନ୍ତ। ତାଙ୍କୁ ସାକ୍ଷାତ କରିବା ପୂର୍ବରୁ ଆମକୁ ଅନ୍ତତଃ ଟିକିଏ ପ୍ରସ୍ତୁତ ହେବାକୁ ପଡ଼ିବ। ତା ବ୍ୟତୀତ ଆଜି ଇମିତି କେତେ ଗୁଡ଼ାଏ ତଥ୍ୟ